ଦାଣ୍ଡକୁ ସୁନ୍ଦର, ତତେ ସୁନ୍ଦର। ଭାସିଗଲା ବେଳେ କୁଟା ଖିଅଟିକୁ ଆଶ୍ରାୟ କଲାଭଳି ସୌଦାମିନୀ ଆଶ୍ଵସ୍ତ ହୋଇଥିଲେ । ଭାଇଙ୍କ ସଂସାରରେ ନିଜର ଭଙ୍ଗା ସଂସାରକୁ ମିଶାଇ ଦେଇଥିଲେ। ଭାଇଙ୍କ ଅବସ୍ଥା ମଧ୍ୟ ସ୍ୱଚ୍ଛଳ ନୁହେଁ। ସାମାନ୍ୟ ଜଣେ ହେଡ଼କ୍ଲର୍କ ସେ। ପୁରୀରେ ଚାଳଘର ଖଣ୍ଡିଏ କରି ଅତ୍ୟନ୍ତ ଘରଭଡ଼ା ଦେବାର ଦୁଃଖକୁ ମୁକ୍ତି ପାଇଚନ୍ତି। ଚାରୋଟି ପିଲା ନେଇ ଦୁଃଖ, ସୁଖର ସଂସାର ତାଙ୍କର। ତାଙ୍କର ସଂସାରରେ, ତାଙ୍କର ଛ ଟା ପିଲାଙ୍କୁ ସେ ଭର୍ତ୍ତି କରିଦେଲେ। ସବୁ କେମିତି ଅକଡ଼ିଆ ହୋଇଗଲେ। ତାଙ୍କର ଇଚ୍ଛା ହେଲା ଭାଇଙ୍କୁ ପଚାରନ୍ତେ ଏହା ଦାଣ୍ଡକୁ ସୁନ୍ଦର, ମତେ ସୁନ୍ଦର, ମାତ୍ର ତମର ଅନାଟନକୁ? ଆର୍ଥିକ ଅବସ୍ଥାକୁ, କହ ଭାଇ ସୁନ୍ଦର? ସୁନ୍ଦର ତ? ଭାଇଙ୍କର ସ୍ୱଳ୍ପ ଆୟ। ସେଥିରେ ଦଶଟି ଛୁଆ ସମେତ ତେର, ଚଉଦ ପ୍ରାଣୀ କୁଟୁମ୍ବ। ତେଣୁ ଖୁବ୍ ସଯତ୍ନ ଓ କଠୋର ଭାବରେ ଖର୍ଚ୍ଚ କରାଯାଏ ଏବଂ ସେହି ଆୟକୁ ଚାହିଁ ମାମୁଲି ଧରଣର ଖାଦ୍ୟ ବ୍ୟବସ୍ଥା। ସାଧାରଣ ଭାତ, ତରକାରୀ। ସୌଦାମିନୀ ଏସବୁ ଦେଖନ୍ତି। ଶାଗ, ଭାତ ଖାଇ ପିଲାଏ ତାଙ୍କର ବଢ଼ୁଚନ୍ତି। ସ୍ୱାମୀ ତାଙ୍କର ଏକ କମ୍ପାନୀରେ ଜଣେ ଅଫିସର ଥିଲେ। ଉଚ୍ଚ ବେତନ ପାଉଥିଲେ। ସାଧାରଣ ଖର୍ଚ୍ଚ ଅନ୍ୟମାନଙ୍କ ପାଇଁ ହେଲେ ବି ବିକାଶ ପାଇଁ କେତେ ଖର୍ଚ୍ଚ ହେଉଥିଲା, ବିକାଶ କେତେ ଉଚ୍ଚ ସ୍ତରରେ ଥିଲା। ବେଶ, ପୋଷାକ, ପରିପାଟୀ। ଦୁଇଟା ଟିଉସନ ମାଷ୍ଟର। ଭାଇଙ୍କ ସଂସାରରେ ପିଲାଙ୍କର ଏହି ଅବସ୍ଥା। ବିଶେଷ କରି ବିକାଶକୁ ଚାହିଁଲାବେଳକୁ ସୌଦାମିନୀ ମୂକ ନିର୍ବାକ୍ ହୋଇ ଯାଆନ୍ତି। ତାଙ୍କର ମନେହୁଏ ସେ ଯେମିତି ଅନ୍ଧ ହୋଇ ଯାଇଚନ୍ତି କିଛି ଦେଖି ପାରୁ ନାହାନ୍ତି, କିଛି ଜାଣିପାରୁ ନାହାନ୍ତି। ବିକାଶକୁ ଚାହିଁଲାବେଳକୁ ସେ ନିଜକୁ ନିସ୍ପନ୍ଦ ଓ ନିଷ୍ପ୍ରାଣ କରି ରଖିବାକୁ ଚେଷ୍ଟା କରନ୍ତି। ଏମିତି ଅସ୍ଵସ୍ତିରେ ତାଙ୍କର ରାତି ପାହେ, ଦିନ ଯାଏ। ସୌଦାମିନୀ ଭୁଲି ଯିବାକୁ ଚେଷ୍ଟା କରନ୍ତି ଏକଦା ତାଙ୍କର ସ୍ୱାମୀ ଥିଲେ। ସେ ଏକ ଐଶ୍ୱର୍ଯ୍ୟମୟ ସଂସାରରେ ତାଙ୍କୁ ବାନ୍ଧି ରଖିଥିଲେ। ସୌଦାମିନୀ ଦମ୍ଭ ଧରନ୍ତି ସେ ସବୁ ଭୁଲି ଯିବେ। ସେ ସବୁକୁ ମନେପକେଇବାକୁ ଏତେ ଟିକେ ଦୁର୍ବଳତା ବି ସେ ରଖିବେ ନାହିଁ। ତାଙ୍କ ପାଇଁ ଅତୀତ ମିଥ୍ୟା, ସତ୍ୟ ଆଜିର ଏହି ଅବସ୍ଥିତ, ଏହି ଜ୍ଵଳନ। ସେହି ଲହ ଲହ ନିଆଁକୁ ଆଲିଙ୍ଗନ କରି ସେ କହିବେ, ପୋଡ଼ି ଯା ପଡ଼ି ଯା, ମୁଁ ଯେ ପଥର ହୋଇ ଯାଇଚି, ପଥର । କିନ୍ତୁ ଏଇ ଶପଥ, ଏହି ଦାରୁଣ ଦମ୍ଭୋକ୍ତିର ମୂଲ୍ୟ କେତେ? ଦାୟିତ୍ୱ କେତେ? ମୁହୂର୍ତ୍ତକର ଭାବପ୍ରବଣତା, ବେଦନାର ଗହୀରତାରକୁ ତାର ଉତ୍ପତ୍ତି। ସେ ରହେ କିଛି ସମୟ ମନକୁ, କର୍ମକୁ ଆବୃତ୍ତ କରି, କେଉଁଠି ଟିକେ ଫାଙ୍କ ଦେଖିଲେ ବିନ୍ଦୁଟିଏ ପରି ରନ୍ଧ ରହିଗଲେ ଧାଇଁଆସେ ସେହି ଦୁର୍ବଳତାକୁ ମନ୍ଥନ କରିବାକୁ ତାଙ୍କର ମନସମୁଦ୍ରକୁ ଖିନଭିନ କରିବାକୁ, ତାଙ୍କର ସବୁ ଧୈର୍ଯ୍ୟ ଧାରଣାକୁ। ଭାଇଙ୍କ ସଂସାରର ସବୁ ଦାୟିତ୍ୱ ସେ ନେଇଥିଲେ। ଚାକରାଣୀକୁ ବହିଷ୍କାର କରି ନିଜେ ବାସନମଜା, ପାଣିକଢ଼ା, ଗୁହାଳ ପୋଛାଠାରୁ ଆରମ୍ଭ କରି ରୋଷେଇବାସ ଓ ପିଲା ଜଞ୍ଜାଳ ପର୍ଯ୍ୟନ୍ତ କଳ ପରି ସବୁ କରି ଯାଉଥିଲେ। ସତେ କି ନିଶାରେ ସେ ସବୁ କରିଯାଉଚନ୍ତି ଏବଂ ଏହାଦ୍ୱାରା ଭାଇଙ୍କ ଋଣ କିଞ୍ଚିତ ପରିଶୋଧ ହେବ। ଏଇ ଭାବନାର ଦୋଦୁଲ୍ୟମାନ ଅବସ୍ଥାରେ ସୌଦାମିନୀ ଭାଉଜଙ୍କୁ ରାଣୀ କରି ବସାଇ ନିଜେ ସବୁ କରିଯାନ୍ତି। ଖାଇଲାବେଳେ ସବୁ ପିଲାଏ ଧାଡ଼ି ହୋଇ ବସନ୍ତି। ବିକାଶ ଭାରି ମାଛପ୍ରିୟ, ମାଛ ଟିକିଏ ହେଲେ ସେ ସ୍ୱସ୍ତିରେ ଗଣ୍ଡିଏ ଖାଇଦିଏ। ବିଶେଷ କରି ପେଟ ମାଛର ଭଜା ଖାଇବାକୁ ତାର ଅସମ୍ଭବ